ତା'ର ବିଚ୍ଛେଦ ଲାଗି କିଛି ଶୋଚନା ନାହିଁ, ଦୁଃଖ ନାହିଁ ସାଗରୀକାର। ସେ କିଛି ଭାବିପାରିଲାନି। ବିଦାୟ ନେଲାବେଳେ ଯେଉଁ ସାଗରୀକା ଆଖିରୁ ଭରା ଶ୍ରାବଣର ଅଶ୍ରୁଧାରା ଝରି ଆସୁଥିଲା, ମାତ୍ର ଟି ମାସ ଭିତରେ ସେ ସବୁ କିଛି ଭୁଲିଯାଇ ପାରିଛି। ଏତେ ଖୁସି, ଏତେ ଆନନ୍ଦ ଭିତରେ କ'ଣ ତା'ହେଲେ ନୀହାରର ସ୍ଥାନ ନାହିଁ। ସେ ସଦାବେଳେ କହି ଆସିଥିଲା ଯେ ''ସାଗର-ତୁମର ସୁଖ ଆଉ ଆନନ୍ଦ ଦେଖିଲେ ମୁଁ ଖୁସି ହେବି। '' ଆଜି ତାକୁ ଜଣାପଡ଼ିଲା ସେ ମିଛ କହିଥିଲା ସେଦିନ। ଆଜି ସାଗରକୁ ହସଖୁସିରେ ମାତିଥିବାର ଦେଖି ତା' ଛାତିରେ କିଏ ଯେମିତି ଛୁରି ଚଳାଇ ଦେଲା। ତା'ଛଡ଼ା ଅନ୍ୟ କାହା ସହିତ ସାଗର ଯେ ହସଖୁସିରେ କଥାବାର୍ତ୍ତା ହୋଇପାରେ ଏହା ସେ କଳ୍ପନା କରିନଥିଲା। ତା'ର ପୁରୁଷ ସୁଲଭ ଈର୍ଷା ଘୁଣା ହଠାତ୍ ତାକୁ ଅନ୍ଧ କରି ପକାଇଲା। ସେ ଭାବିଲା ତା' ଅନୁପସ୍ଥିତିରେ ସାଗରର ଏତେ ହସ, ଏତେ ଆନନ୍ଦ ନିଶ୍ଚୟ ଅପରାଧ। ସେ ଆଶା କରିଥିଲା ତା'ର ବିରହରେ ସାଗର କାନ୍ଦୁଥିବ, ଦୁଃଖ କରୁଥିବ। ଦିନରାତି ତାକୁ ଝୁରି ଝୁରି କଳାକାଠ ପଡ଼ି ଯିବଣି। ତା'ର ସବୁ ଚିନ୍ତାଧାରା ଓଲଟ ପାଲଟ ହୋଇଗଲା। ସେ କିଛି ଭାବିପାରିଲାନି। ସେଇଥି ଲାଗି ତା'ହେଲେ ଆଜିଯାଏ ସାଗରୀକା ଖଣ୍ଡେ ହେଲେ ଚିଠି ତା' ପାଖକୁ ଦେଇନି। ସେ ପୁରୀ ଛାଡ଼ି ଯିବା ପୂର୍ବରୁ ତାକୁ କେତେ କରି କହିଯାଇଥିଲା ଚିଠି ଦେବାକୁ; କିନ୍ତୁ ସାଗରୀକା ତା'ର କୌଣସି ଅନୁରୋଧ ରଖିନି। କ'ଣ ସତେ ହୋଇଗଲା? ଏତେ ଅଳ୍ପଦିନ ମଧ୍ୟରେ; ମଣିଷ କ'ଣ ଏତେ ବଦଳି ଯାଇପାରେ? ଅବଶ୍ୟ ନୀହାରର ବଦଳି ପରେ ସାଗରୀକା ନାଁରେ ଅପବାଦର ମାତ୍ରା ଯଥେଷ୍ଟ ବଢ଼ିଯାଇଥିଲା। ଏପରିକି ସେ କିଛି ଦିନ ରାସ୍ତା ଘାଟରେ ମୁଣ୍ଡ ଟେକି ଚାଲିନପାରି ବାହାରକୁ ଯିବା ବିଲ୍କୁଲ୍ ବନ୍ଦ କରିଦେଇଥିଲା। କିନ୍ତୁ ୟା ବୋଲି କ'ଣ ସେଇ ସାମାନ୍ୟ ଅପବାଦ, ନିନ୍ଦା ଓ ଦୁର୍ନାମ ଲାଗି ସେ ନୀହାରକୁ ମନରୁ ବିଲ୍କୁଲ୍ ପୋଛିଦେଇ ପାରିଲା। ନୀହାର ଖଣ୍ଡେ ପରେ ଖଣ୍ଡେ କରି କେତେ ଚିଠି ନ ଲେଖିଛି। କିନ୍ତୁ ପାଷାଣୀ ସାଗରୀକା ପଦେ ହେଲେ ଉତ୍ତର ଦେଲାନି। ଘୃଣାରେ, ଅଭିମାନରେ ନୀହାର ଓହ୍ଲାଇ ଆସୁଥିଲା। ପୁଣି କ'ଣ ଭାବି ଲେଉଟି ଯାଇ ଜଞ୍ଜିର ଖଡ଼ ଖଡ଼ କଲା। ସାଗରୀକା ଆସିଲା। ସେଇ ସନ୍ଧ୍ୟାରେ ଈଷତ୍ ଅନ୍ଧାରରେ ନୀହାରକୁ ଦେଖି ଚମକି ପଡ଼ିଲା। ସତେ ଯେମିତି ନୀହାର ଅତୀତର ଏକ କଦାକାର ପ୍ରେତ। ସେ ଯେମିତି ସାଗରୀକାର ସବୁ ସୁଖ ସମ୍ପଦ ଚିରଦିନ ପାଇଁ ଲୁଟି କରିନେବାକୁ ଆଜି ପୁଣି ମାଇଲ୍ ମାଇଲ୍ ଦୂରରୁ ଅଣନିଃଶ୍ୱାସୀ ହୋଇ ଧାଇଁ ଧାଇଁ ଆସିଛି। ସେ ଚାହୁଁନଥିଲା ନୀହାର ପୁଣି ଆସୁ। ସେଇଥି ଲାଗି ସେ ନୀହାରର କୌଣସି ଚିଠିର ଉତ୍ତର ଦେଇନି। କିନ୍ତୁ କାହିଁକି ତା' ପଛେ ପଛେ ରାହୁ ପରି ଲାଗି ରହିଛି ଏଇ ନୀହାର। ସେ ଥରିଲା କଣ୍ଠରେ କହିଲା-''ତୁମେ-ତୁମେ ପୁଣି କାହିଁକି ଆସିଛ? ମୁଁ ଅନୁରୋଧ କରୁଛି ଫେରିଯାଅ। '' ନୀହାରକୁ ଜଣାପଡ଼ିଲା ସତେ ଯେମିତି ତା'ର ପାଦ ତଳୁ ପୃଥିବୀ ଘୁଞ୍ଚି ଯାଉଛି-ସାରା ସୃଷ୍ଟି ଘୂରିବାକୁ ଲାଗିଛି। ସେ କିଛି ଠିକ୍ କରି ପାରିଲାନି। ତା' ପାଟିରୁ କଥା ବାହରିଲାନି। ବହୁତ ସମୟ ପରେ ସେ ଶକ୍ତି ସଞ୍ଚୟ କରି ଉପରକୁ ଚାହିଁଲା। ଦେଖିଲା ସାଗରୀକା ଦୁଆର